ସେହିପରି ଆସିଥିଲେ ଡକ୍ଟର ମାନସିଂହ। ସେ ତାଙ୍କର ପ୍ରଥମ କବିତାଗୁଚ୍ଛ ଧୂପ ବହିରେ ନିଜକୁ ଦରଦୀ କବି ତାଲିକାକୁ ନେଇ ପାରିଥିଲେ। ଠିକ୍ ସେହିପରି ଶ୍ରୀ ନିତ୍ୟାନନ୍ଦ ମହାପାତ୍ର ତାଙ୍କର ଆଦ୍ୟ କବିତାଗୁଚ୍ଛ 'ମରମ' ଓ ଆଦ୍ୟ ଉପନ୍ୟାସ ଭୁଲ୍ କୁ ନେଇ। କାଳିନ୍ଦୀ ବାବୁଙ୍କର ମାଟିର ମଣିଷ ସେହିପରି ତାଙ୍କର ସାହିତ୍ୟିକ ସ୍ୱୀକୃତିର ପ୍ରଥମ ରୂପ-। ଏହିପରି ଆସିଛନ୍ତି ସମସ୍ତେ ନାନାପ୍ରକାରର ଲେଖା–ବିଲେଇ, କୁକୁର, ନେଉଳ, ପାରା, ମଇନା ଆଦି ବିଭିନ୍ନ ରୂପର ଆଙ୍ଗିକ ନେଇ। ଆଉ ଶେଷ ପର୍ଯ୍ୟନ୍ତ ଦେଖା ଦେଇଛି ଯେ ସିଏ ଯାହା ଆଦ୍ୟ ସୂଚନା ଦେଖାଇଥିଲେ ତହିଁରୁ ବିଶେଷ ବ୍ୟତିକ୍ରମ ହୋଇନାହିଁ। ତେଣୁ ଯେତେ ପ୍ରକାରର ଆନ୍ଦୋଳନ ହେଲେ ସୁଦ୍ଧା ଆଦ୍ୟ ସ୍ୱାକ୍ଷରର ମୂଲ୍ୟାୟନ ବିଶେଷ ପରିବର୍ତ୍ତିତ ହୋଇନାହିଁ। ଧାମାଧରା ବଳଦିଆ ଲେଖକ ଆସିଛନ୍ତି। ମୋ'ପରି ଆପଣଙ୍କ ପରି ହଳ କରିଛନ୍ତି। ଲାଙ୍ଗୁଡ଼ ହଲାଇଛନ୍ତି। ମାରଣା ହେବାକୁ ଚେଷ୍ଟା କରି ପୋଷା ମାନିଛନ୍ତି। କିନ୍ତୁ ଯାହା ଥିଲେ ସେଥିରୁ ବିଶେଷ ବଡ଼ ହେଇ ପାରିଲେ ନାହିଁ। ତେବେ ଆମେ କ'ଣ କହିବା ଯେ ଲେଖକର ବିଶେଷତ୍ୱ ତାହାର ଆଦ୍ୟ ଜୀବନରୁ ଜଣାପଡ଼ିଥାଏ? ତାହାହେଲେ ଅନ୍ୟମାନ ଲେଖିବେ କାହିଁକି? ମୂଲ୍ୟୟନର କ୍ରମ ଯଦି ଏତେ ସ୍ପଷ୍ଟ ତାହାହେଲେ ସାଧନାର ଅର୍ଥ କ'ଣ? ସାହିତ୍ୟିକ ସାଧନା କ'ଣ ନିରର୍ଥକ। ସତକଥା କହିଲେ କହିବାକୁ ହେବ ଯେ ସାଧନା ନିରର୍ଥକ। ଯିଏ ଯେତିକିର ଲୋକ ସେ ସେତିକିର ହେବ। ତାହାର ମନକୁ ପାଇଲେ ସେ ଥୋଡ଼ାଏ କୋସିସ୍ କରିପାରେ। କିନ୍ତୁ ଅଧିକ ମୂଲ୍ୟ ପାଇପାରିବ ନାହିଁ। କାରଣ ପ୍ରତିଭା ହେଉଛି ଜନ୍ମଗତ ଓ ଈଶ୍ୱରଙ୍କର ଦାନ। ଯିଏ ଯାହା ନେଇ ଆସିଛି–ସେତିକି। ଓଡ଼ିଆ ସାହିତ୍ୟରେ ଏଇକଥା ଘଟିଲା କାହିଁକି? ଆଜିର କଥା ନୁହେଁ–ଅନେକ ଦିନରୁ ଏହିକଥା ଘଟି ଆସୁଛି। ଯିଏ ଯେତେବେଳେ ଯେଉଁ କାରଣରୁ ବଡ଼ ବୋଲି ପ୍ରତିପାଦିତ ବା ସ୍ୱୀକୃତ ହୋଇଥିଲେ ତହିଁରୁ ଛୋଟ ହେଇ ପାରିନାହାନ୍ତି। ଅଧ୍ୟବସାୟ ଓ ସାଧନା ବଳରେ ଜଣେ ବହୁବିଧ ବିଦ୍ୟା ହାସଲ କରିପାରେ। କିନ୍ତୁ ପାଣ୍ତିତ୍ୟ ପାଇବା ବିଡ଼ମ୍ବନା। ଯଦି ସେ ପାଣ୍ତିତ୍ୟର ଅଧିକାରୀ ହୁଏ ତାହାହେଲେ ସେହି ପାଣ୍ତିତ୍ୟକୁ ଅପର ଦ୍ୱାରା ଗ୍ରହଣୀୟ କରାଇବାରେ ଯୋଗ୍ୟତା ପାଇ ପାରିବ ନାହିଁ। ତେଣୁ ଯେଉଁମାନେ ଦଶ ପନ୍ଦରବର୍ଷ ସାହିତ୍ୟ ସେବା କଲାପରେ ଉପଯୁକ୍ତ ସ୍ୱୀକୃତି ପାଇନାହାନ୍ତି ସେମାନେ ସେହି କାର୍ଯ୍ୟଟିକୁ ଛାଡ଼ି ଅନ୍ୟ ପ୍ରକାରର କାର୍ଯ୍ୟରେ ନିଜକୁ ଲଗାଇବା ଉଚିତ୍। ଏଥିରେ ଯେଉଁମାନଙ୍କର ଅମତ ହୁଏ ସେମାନେ ଦୁଆର ଦୁଆର ବୁଲି ସ୍ୱୀକୃତି ଭିକ୍ଷା କରୁଥାନ୍ତି। ଓଡ଼ିଆ ସାହିତ୍ୟରେ ଏଇ ସ୍ୱୀକୃତି ଭିକାରୀ ବହୁତ ଅଛନ୍ତି। ପ୍ରତ୍ୟେକ ଅଗ୍ରସର ସାହିତ୍ୟରେ ମଧ୍ୟ ଅଛନ୍ତି। ବିବିଧ ଉପଚାରରେ ସେମାନେ ସ୍ୱୀକୃତିଦେବୀଙ୍କୁ ସନ୍ତୁଷ୍ଟ କରିବାରେ ଲାଗିଥାନ୍ତି। ଏତକ ବୁଝିବାକୁ ଉଦାହରଣ ଦରକାର। ଯୋଡ଼ିଏ ଉଦାହରଣ ହୁଏ ତ ଯଥେଷ୍ଟ ହେବ-। ବାବୁ କାହ୍ନୁଚରଣ ଲେଖା ଆରମ୍ଭ କରିବାର ବାରବର୍ଷ ପରେ ବାବୁ ଗୋପୀନାଥ ଲେଖା ଆରମ୍ଭ କଲେ। କିନ୍ତୁ ଗୋପୀନାଥବାବୁ କେନ୍ଦ୍ର ସାହିତ୍ୟ ପୁରସ୍କାର ପାଇବାର ପାଞ୍ଚବର୍ଷ ପରେ କାହ୍ନୁଚରଣ ସେହି ପୁରସ୍କାର ଗ୍ରହଣ କଲେ। ଇଏ ହେଉଛି ଅମଲାତାନ୍ତ୍ରିକ ମନୋଭାବ। ମୁଁ ଏବର୍ଷ ପଦୋନ୍ନତି ପାଇଲି ନାହିଁ–ଆର ବର୍ଷକୁ–ତହିଁଆର ବର୍ଷକୁ–ନ ହେଲେ ଆଉରି ପରେ ପାଇବାକୁ ଆଶା ରଖିବି। ଏଥିରେ ପୁରୁଷକାରର କଥା ନାହିଁ। ଏଥିରେ ଅଛି ମଣିଷର ଚରିତ୍ରସୁଲଭ ଦୈନ୍ୟ। ପୁରସ୍କୃତ ହୋଇ ନ ପାରିଲେ ମୁଁ ହେବି ତିରସ୍କୃତ। ତେଣୁ ପୁରସ୍କାର ମୋର କାମ୍ୟ–ନାମ ରହିବ ତ। ଆଜି ଚଉବନ ମସିହାରୁ ତେସ୍ତରୀ ଯାଏ ବିବିଧ ଶ୍ରେଣୀର ସାହିତ୍ୟିକ କେନ୍ଦ୍ର ସାହିତ୍ୟ ପୁରସ୍କାର ପାଇଲେଣି। କିନ୍ତୁ ଅଦ୍ୟାବଧି ଗୋପୀନାଥ ବାବୁଙ୍କର ସ୍ୱୀକୃତିର ସମକକ୍ଷ ଅନ୍ୟ ପୁରସ୍କୃତ ଲୋକେ ହେଲେ ନାହିଁ ବୋଲି ଅନେକଙ୍କର ଧାରଣା। ଓଡ଼ିଶାରେ ଅଦ୍ୟାବଧି ଏହି ପୁରସ୍କାରର ଊର୍ଦ୍ଧ୍ୱରେ ଥିବା ସାହିତ୍ୟିକ ହାତଗଣତା। ସେମାନଙ୍କର ନାମ ଲେଖିବା ନିରର୍ଥକ। କାରଣ ହଠାତ୍ କିଏ କେତେବେଳେ ସେହି ପୁରସ୍କାରକୁ ଗ୍ରହଣ କରି ତମର ମତାମତକୁ ତୁଚ୍ଛ ତାଚ୍ଛଲ୍ୟ କରିବ। ଏମିତି କରିଛନ୍ତି ଓଡ଼ିଶାର ଓଡ଼ିଆ ଲେଖକ। ପୁରସ୍କାରର ଊର୍ଦ୍ଧ୍ୱରେ ଅଛନ୍ତି ବୋଲି ପ୍ରଚାରମୂଳକ ଲେଖା ଲେଖି ବାହାବା ନେଇ ସାରି ପୁଣି ସେହି ପୁରସ୍କାର ପାଇବାକୁ ସାହିତ୍ୟିକ ପରିକ୍ରମା କରିଛନ୍ତି। ସେମାନଙ୍କର ନାମ ଲେଖିଲେ ସେମାନେ ପୁଣି ବିବଦମାନ ବିବୃତି ଦେବାକୁ ଆରମ୍ଭ କରିଦେବେ। ଓଡ଼ିଆ ସାହିତ୍ୟିକ ଅଦ୍ୟାବଧି ଏହି ପୁରସ୍କାର ପ୍ରାପ୍ତିର ପରିସର ବାହାରକୁ ଯିବାକୁ ନାରାଜ। କିନ୍ତୁ ସେମାନଙ୍କର ସାହିତ୍ୟିକ ପ୍ରତିଷ୍ଠା ଅନେକ କ୍ଷେତ୍ରରେ।